ଟିକି ଟିକି ହସ୍ତପଦର ଚପଳ ଦୁଷ୍ଟାମୀ । ଏକ ପେଲବ ପଦ୍ମ କଢ଼ର ଅଙ୍ଗ ଦୋଳନ। ସେ ଛବିଟି ଢଳି ଢଳି ପାଖକୁ ଆସି ପୁଣି ଦୂରେଇ ଯାଏ । ସତେ କି ବିଦ୍ରୁପ କରେ, ନେଇ ପାରିବୁ? ମତେ ନେଇ ପାରିବୁ? ଏକ ସଂକୁଚିତ ଦୁର୍ବଳ ବାହୁ ପ୍ରସାରିତ ହୁଏ। ଆ ଆ ଧନ ମୋ ଆ ଆ । ତାପରେ ସେ ପ୍ରସାରିତ ବାହୁ ଭିତରକୁ ଖପ୍ କରି ଡେଇଁପଡ଼େ। ଏକ ପ୍ରଗଢ଼ ଆଲିଙ୍ଗନ ଭିତରେ ଜଡ଼ି ରହେ କେଇ ମୁହୂର୍ତ୍ତ। ମନେହୁଏ ଏ ବିପୁଳ ଅନୁଭବ ଭିତରେ ବିନ୍ଦୁଟିଏ ପରି କେଉଁଠି ଛବି ଗଲାଣି ଅଥବା ଏ ଅନୁଭବର ପ୍ରତି ରେଣୁ ଭେଦି ସେ ଯେମିତି ବିସ୍ମୟମୟ ହୋଇ ଉଠିଛି। ଅନବଦ୍ୟ, ଆତ୍ମବିସ୍ତୃତ ଏ ସତ୍ୟ । ୟା ଠାରୁ ଦ୍ଵିତୀୟ ନାହିଁ ଯେମିତି । ପର ନିମିଷରେ କିନ୍ତୁ ଏ ରୋଗ, ଏଇ ଭିଜା ଭିଜା ଅନୁଭୂତି। ଛଳ ଛଳ ହୋଇ ବହିଯାଉଥିବା ଏଇ ସାବଲୀଳ ସତ୍ତା କାହାର ଆହ୍ଵାନରେ ବାସ୍ତବତାର ରୁକ୍ଷ ପରିବେଶ ଭିତରେ ବେଶ୍ କଠିନ ଓ ସଙ୍କୁଚିତ ହୋଇ ଉଠେ। ସେଇ ମୁକ୍ତ ଗବାକ୍ଷ ତଳେ ଦାମି ଖଟ ଉପରେ ମନ୍ଦାକିନୀ ପୁଣି ନିଜକୁ ଆବିଷ୍କାର କରି ବସନ୍ତି। ଚାରି ପାଖରେ ସେହି ଔଷଧ ଶିଶି, ବରଫଥଳି, ଫଳ ଓ ପଥ୍ୟାପଥ୍ୟର ଉପଚାର। ଚାରି ପାଖରେ ଖାଁ ଖାଁ ନିର୍ଜନତାର ଅଥୟ ସମୁଦ୍ର। ତା ଭିତରେ ଏଇ ଜଡ଼ ବସ୍ତୁର ଉପଦ୍ୱୀପରେ ସେ ଯେମିତି ନିର୍ବାସିତ ଏକମାତ୍ର ମଣିଷ ନିଜର ଦୁଃଖ, କ୍ଷୋଭ, ହାହାକାର ର ଏକମାତ୍ର ଶ୍ରୋତ ଓ ଦର୍ଶକ କ୍ରମଶ ବି ଜଡ଼ ହୋଇ ଆସୁଚନ୍ତି । ସେହି ସାମୟିକ ଚିତ୍ତ ଚାଞ୍ଚଲ୍ୟ ପରେ ଯିଏ ତାଙ୍କ ସମ୍ମୁଖରେ ଠିଆ ହୋଇ ରହେ ସେ ତାଙ୍କର ସ୍ୱାସ୍ଥ୍ୟ ଦାୟିତ୍ଵ ନେଇପାରିବା ପରିଚାରିକା । ତାଙ୍କର ଦିନଗୁଡ଼ିକ ଏମିତି ପରିଚାରକ ଓ ପରିଚାରିକା ମାନଙ୍କ ଗହଣରେ ବିତିଥାଏ। ଠାକୁର ପରି ସେବା ପାଇ ପୋଷଣ ହୋଇ ସେ ବସିଥାନ୍ତି । ସ୍ୱାମୀ ସଦାନନ୍ଦ ନିଜର ଆଇନ ବ୍ୟବସାୟ ବ୍ୟତୀତ ଆଉ କିଛି ଜାଣି ନାହାଁନ୍ତି। ଏକମାତ୍ର କନ୍ୟା ମୀନାକ୍ଷୀ ଉଚ୍ଚ ଶିକ୍ଷାପାଇଁ ଲଣ୍ଡନ ଯାଏ ଏ ପିଚିଶ ଛବିଶ ଦିନ ହେବ ଫେରିଚି । ତେବେ ବି ବାହାରେ ତାର ବହୁତ କାମ, ବହୁତ ବୁଲା । ଘରେ ରହିବାକୁ ସେ ସୁଖ ପାଉନି, ତେଣୁ ମନ୍ଦାକିନୀ ଅଗତ୍ୟା ଏଇ ଚାକର, ଚାକରାଣୀଙ୍କ ସାହାଯ୍ୟରେ ଚଳିଥାନ୍ତି। ସେ ଦିନ ମଧ୍ୟ ସେ ଠାକୁରାଣୀକୁ ଔଷଧ ପାତ୍ର ଧରି ଠିଆ ହୋଇଥିବାର ଦେଖିଲେ। ଔଷଧତକ ତା ହାତରୁ ନେଇ ଢକଢ଼କ କରି ପିଇ ଦେଇ ପଚାରିଲେ, ମୀନା ଫେରି ନାହିଁ? ନାଁ ନାଁ ସେଇ ନିଦାରୁଣ ଉତ୍ତର ଛଡ଼ା ଆଉ ଯେମିତି କାହା ମୁହଁରେ କିଛି ନାହିଁ। ଏଇ ଚାକର, ଚାକରାଣୀଗୁଡ଼ାକ ବି ତାଙ୍କୁ ଦୁଃଖ,କଷ୍ଟ ଦେବାପାଇଁ ଷଡ଼ଯନ୍ତ୍ର ରେ ସଂପୃକ୍ତ। ତାଙ୍କୁ ହିଁ ମାରିବାପାଇଁ, ନିର୍ଜତନା ରେ ପୋଡ଼ିବାପାଇଁ ସ୍ୱାମୀ ଓ ଝିଅ ସହିତ ଏମାନଙ୍କର ବି ଏତେ ଷଡ଼ଯନ୍ତ୍ର । ହଁ ତାଙ୍କୁ ସମସ୍ତେ ଦୁଃଖ ଦେବାକୁ ଚାହାନ୍ତି, ତାଙ୍କୁ ଏମିତି ଜୀବିତ ଅବସ୍ଥାରେ ଛଟପଟ କରାଇବାକୁ ଚାହାନ୍ତି ନାଁ ତାହେଲେ କାହିଁକି ତାଙ୍କର ବାରଣସତ୍ତ୍ୱେ ମୀନା ଲଣ୍ଡନ ଯାଇଥାନ୍ତା ଓ ସ୍ୱାମୀ ତାକୁ ଜିଦ୍ କରି ପଠାଇଥାନ୍ତେ? ମନ୍ଦାକିନୀ ଦୀର୍ଘଶ୍ଵାସ ଛାଡ଼ିଲେ । ଏତେ ବଡ଼ କୋଠାଟେ ନିର୍ଜନ ଖାଁ ଖାଁ , ଧନରତ୍ନର ଅଭାବ ନାହିଁ। କେଉଁଥିରେ ବା କଣ ତାଙ୍କର ଅଭାବ ଅଛି । କଲିକତାରୁ ଡାକ୍ତର ଆଣି ସ୍ୱାମୀ ଚିକିତ୍ସା କରାଉଛନ୍ତି। ଲଣ୍ଡନ ନେଇଯିବେ ବୋଲି ଝିଅ, ଜ୍ଵାଇଁ ଅଳି କରିଥିଲେ। ତେବେ ବି ଏତେ ନିଃସ୍ୱ, ତୁଚ୍ଛ ମାଟି ଓ ଗୋଡ଼ିଠାରୁ ଏତେ ନଗଣ୍ୟ । ଏକମାତ୍ର ପ୍ରାଣାଧିକା କନ୍ୟା ଏଇ ମୀନାକ୍ଷୀ, ତାଙ୍କର ଦୁଇଟି ଆଖି ଓ କଲିଜାର ଏକ ଅଂଶ। କେତେ ନିନ୍ଦା କେତେ ଅପବାଦ, ଅଶ୍ରୁ ଓ ଲାଞ୍ଛନା ପରେ